ସାହିତ୍ୟ ଠିକ୍ ଯାହା ହେବାର କଥା ତାହା ହେଇ ପାରେ ନାହିଁ। ଲେଖକମାନଙ୍କର ଲେଖା, ଚିତ୍ର ଓ ଜୀବନର କିୟଦଂଶ ଆବଶ୍ୟକ ହେବାର ଏହାହିଁ କାରଣ। ସାହିତ୍ୟ ତାହାର ବ୍ୟବହାରିକ କ୍ଷେତ୍ରରେ ହେଲା–କିଏ କହିଲା ଓ କେମିତି କହିଲା? କ'ଣ କହିଲା ସେଥିରେ ଅଂଶବିଶେଷ। ଯେଉଁ କ୍ଷେତ୍ରରେ ଲେଖକ ନିଜକୁ ପ୍ରଖ୍ୟପିତ କରିବାକୁ ଅନିଚ୍ଛୁକ ସେଠି ଲେଖାର ଗ୍ରାହକତା ବାଧା ପାଏ। ଓଡ଼ିଆ ସାହିତ୍ୟରେ ଶ୍ରୀଯୁକ୍ତ ଶ୍ରୀନିବାସ ମିଶ୍ର ଛଦ୍ମନାମରେ ଉପନ୍ୟାସ ରଚନା ଆରମ୍ଭ କରିଥିଲେ। କିନ୍ତୁ ଏହା ଓଡ଼ିଶାର ବିଶିଷ୍ଟ ଉପନ୍ୟାସମାନଙ୍କ ସହିତ ସମକକ୍ଷ। ଶ୍ରୀନିବାସବାବୁ ବିଶିଷ୍ଟ ଆଇନଜୀବୀ ହେଲେ। ଲୋକସଭାର ସଦସ୍ୟ ହେଲେ। ସାହିତ୍ୟ ସେବା ଓ ସାହିତ୍ୟ ପ୍ରୀତି ଥାଇ ମଧ୍ୟ ଆଜି ସାହିତ୍ୟିକ ସମାଜରେ ସେ ବିସ୍ମୃତ। କିନ୍ତୁ ପଇଁଚାଳିଶି ମସିହାରେ ସେ ଥିଲେ ଜଣେ ପ୍ରତିଶୃତିଭରା ସାହିତ୍ୟିକ। ସେହିପରି ବାବୁ ଚିନ୍ତାମଣି ମିଶ୍ର ମଧ୍ୟ ଛଦ୍ମ ନାମରେ ଲେଖିବାରେ ଆଗ୍ରହୀ। ଛଦ୍ମନାମ ମଧ୍ୟ ଏମିତି ଗୋଟାଏ କଥା ଯେ ଖୁବ୍ ଶୀଘ୍ର ଲୋକେ ଖୋଜିଲୋଡ଼ି ସେହି ନାମର ପରିଚୟ ନେଇଯାନ୍ତି। ତେଣିକି ଛଦ୍ମନାମୀ ମନକୁ ମନ ଲୁଚି ରହିଥାଏ। ଏଣେ ଜାଣିବା ଲୋକେ ଠିକ୍ ଜାଣିଥାନ୍ତି। ପଶୁପାଳନ ବିଭାଗର ଡାକ୍ତର ଗଜେନ୍ଦ୍ରନାଥ ସାମଲ ସେହିପରି ଗ–ନା–ସା ନାମରେ ଲେଖୁଥିଲେ। ସେ ସାଧାରଣରେ ହାସ୍ୟରସର ଜଣେ ରସିକ ଲେଖକ ଥିଲେ। ଏହି ହାସ୍ୟରସ ଗୋଟିଏ ଉନ୍ନତ ପର୍ଯ୍ୟାୟର ଥିଲା। ତଥାପି ପରିଚୟର ପ୍ରଚାର ଅଭାବରୁ ସେ କାଳକ୍ରମେ ଲେଖା ଛାଡ଼ିଦେଲେ। ଆଉ ମଧ୍ୟ ସେ କାହିଁକି ଲେଖୁ ନାହାନ୍ତି–ଏହି ପ୍ରଶ୍ନ ସେ ଶୁଣିବାର ବାଟ ପାଇଲେ ନାହିଁ। ତେଣୁ ଗୋପନୀୟତା ରକ୍ଷା କରି ନେପଥ୍ୟରୁ ସାହିତ୍ୟସେବା କରିବା ବିଶେଷ ଫଳପ୍ରଦ ନୁହେଁ। ଛଦ୍ମନାମ ହେଉ ଅବା ପ୍ରକୃତ ନାମ ହେଉ ନାମରେ ଧାରାବାହିକତା ରହି ଲେଖା ଆରମ୍ଭ କଲେ ସେହି ନାମଟି ସାହିତ୍ୟ ତାଲିକାକୁ ଆସିବାକୁ ବାଧ୍ୟ। ଏହାଛଡ଼ା ନାମ ଦେଇ ଲେଖିବା ଅର୍ଥ ଲେଖାର ଦାୟିତ୍ୱ ନେବା। ଆଭିଜାତ୍ୟ ହେଉ ବା ଅତି ନିଷ୍ଠୁର ଦାରିଦ୍ର୍ୟ ହେଉ ସ୍ରଷ୍ଟା ଓ ପିତା ସମାନ। ସ୍ରଷ୍ଟା ଓ ପିତାର ପରିଚୟ ନ ଥିଲେ ସୃଷ୍ଟି ଓ ସନ୍ତାନ କେତେକ ଅସୁବିଧାର ସମ୍ମୁଖୀନ ହୋଇ ନିଜର ପ୍ରାପ୍ୟ ହରାନ୍ତି। ଏହାର କି ପ୍ରକାରର ଯୁକ୍ତିସିଦ୍ଧ ଉତ୍ତର ଏହି ଅନାମୀ ଅନୁଷ୍ଠାନମାନେ ଦେବେ ଏବେଯାଏ ବୁଝାପଡ଼ି ନାହିଁ। ସାହିତ୍ୟିକ ଶ୍ରୀ ଅଶୋକ ଦାସଙ୍କର ମତ ଯେ ଛଦ୍ମ ନାମରେ ଲେଖିବା ହୀନମନ୍ୟତାର ପରିଚାୟକ। ଛଦ୍ମ ନାମରେ ଲେଖିଲେ ଦାୟିତ୍ୱବୋଧ ଆସେ ନାହିଁ। ନିନ୍ଦା ପ୍ରଶଂସା ଶୁଣିଲେ ମନରେ ମଧ୍ୟ ସୁସ୍ଥ ଭାବ ଆସେ ନାହିଁ। ନବଭାରତ ପତ୍ରିକା ଓ ସମ୍ୱାଦପତ୍ର ସହିତ ସଂପୃକ୍ତ ଥିଲାବେଳେ ସେ ଛଦ୍ମନାମର ବିରୋଧି ଥିଲେ। ଆଉ ସେତେବେଳେ ବିଭିନ୍ନ। କାରଣରୁ ଚାଳିଶି ମସିହାର ଏପାଖ ସେପାଖ ଚାରିବର୍ଷ ଓଡ଼ିଆ ସାହିତ୍ୟରେ ଧୁର୍ମୁଷଧର୍ମା, ଧୁର୍ଜଟି, ଶ୍ରୀ ଇତ୍ୟାଦି ଛଦ୍ମନାମର ପ୍ରଭାବ ଦେଖା ଯାଉଥିଲା। ଛଦ୍ମ ନାମରେ ପ୍ରତିଷ୍ଠା ପାଇବା ବଙ୍ଗଳା ସାହିତ୍ୟରେ କାହିଁକି ଓଡ଼ିଆରେ ମଧ୍ୟ ଶ୍ରୀ ଫତୁରାନନ୍ଦ ସମର୍ଥ ହୋଇଛନ୍ତି। ଏଗୁଡ଼ିକ ପ୍ରକୃତରେ ଛଦ୍ମନାମ ନୁହେଁ–ସେମାନଙ୍କର ନାମାନ୍ତର। ସାମୟିକ ଲେଖାର ଲେଖକ ଭାବରେ ଛଦ୍ମ ନାମର ପ୍ରଚାରର ଆରମ୍ଭ। ଲେଖାଟି ନିଜର ଯୋଗ୍ୟତାର ଉପଯୁକ୍ତ ହେଲା କି ନାହିଁ–ସନ୍ଦେହ ଆସିଲେ ଛଦ୍ମ ନାମ ଦେଇ ଲେଖାର ପ୍ରଚାର କରାଇବା ଇଚ୍ଛା ହୁଏ। ସାହିତ୍ୟିକର ନାମ ହେଉଛି ଲେଖାର ପ୍ରାଣ। ଲେଖାଟିର ଗ୍ରାହକତା କରିବା ଆଗରୁ ଲେଖକର ନାମଟି ଦେଖିବାକୁ ହୁଏ।